"ମୁଁ ବଡ଼ ଦୁଃଖିତ ବିଜୀ, ଯେ ଦି'ଦି' ଥର ତୁମ ସହିତ ଦେଖା ହୋଇ ମଧ୍ୟ ବି, ଚାରିପଦ ସୁଖ ଦୁଃଖ ହେବା ଜୁଟିଲାନି ଭାଗ୍ୟରେ। '' ରଞ୍ଜନର କଣ୍ଠସ୍ଵରରେ ଅନୁତାପର ଛଳନା। "ସେଦିନ ତୁମର ସମୟ ନ ଥିଲା ଏବଂ ଦୁର୍ଭାଗ୍ୟ ବଶତଃ ମୋର ସମୟ ନାହିଁ ଆଜି। ଆଚ୍ଛା ତୁମର ଠିକଣାଟା ଦେଇ ଯାଇଥାଅ ମୋତେ। ସମୟ ଦେଖି ମୁଁ ଦିନେ ଯାଇଁ ସେଠାରେ ଆଳାପ କରି ଆସିବି। '' "ଧନ୍ୟବାଦ। ପୁରୀରେ ବୋଧହୁଏ ଆପଣଙ୍କ ସହିତ ଏଇ ଶେଷ ସାକ୍ଷାତ। ମୁଁ ପୁରୀ ଛାଡ଼ୁଚି ଆଜି। ନମସ୍କାର। '' କହି ବିଜୟା ବିଜୟିନୀର ଭଙ୍ଗିରେ ରଞ୍ଜନର ପ୍ରକୋଷ୍ଠ ତ୍ୟାଗକଲା। ପ୍ରତି ନମସ୍କାର ଜଣାଉ ଜଣାଉ ରଞ୍ଜନ ଚାହିଁ ରହିଥିଲା ତା'ରି ନିଷ୍କ୍ରମଣ ଆଡ଼କୁ। ହୋଟେଲର ହଲ ଘରେ ପହଞ୍ଚି ପରିଚିତ ବୟଟାକୁ ଇସାରା ଦେଇ ଡାକିଲା ତା' ପାଖକୁ ବିଜୟା। ବୟଟା ଆସି ଛିଡ଼ା ହେଲା ଆଦେଶ ଅପେକ୍ଷାରେ। ବିଜୟା ଭେନିଟିବ୍ୟାଗ ଖୋଲି ବାହାର କଲା ତା' ଭିତରୁ ନାଲି ରଙ୍ଗର ଇଷତ୍ ବଡ଼ ଗୋଟାଏ ଲଫାପା। ଲଫାପାଟା ବୟ ହାତକୁ ବଢ଼ାଇ ଦେଇ କହିଲା— "ଆଜି ରାତିରେ ସାହେବ ବାହାରୁ ଫେରିଲେ ଦେଇଦେବୁ ଏଇଟା ତାଙ୍କୁ। ଆଉ ଏଇ ତୋର ବକ୍ସିସ। '' କହି ପାଞ୍ଚଟଙ୍କାର ତିନିଖଣ୍ତ ନୋଟ୍ ଲଫାଫା ସହିତ ବଢ଼ାଇ ଦେଲା ବୟ ହାତକୁ। ଅଳ୍ପସମୟ ପରେ ଚକୋଲେଟ ରଙ୍ଗର ଅଷ୍ଟିନଟା ଓସେନଭିଉ ହୋଟେଲର ବାରଣ୍ତା ଛାଡ଼ି ଛୁଟି ଚାଲିଲା ଯେଉଁ ରାସ୍ତାରେ ଆସିଥିଲା ସେଇ ରାସ୍ତାରେ। ଆନନ୍ଦ ଭବନରେ ପହଞ୍ଚି ଯଥାଶିଘ୍ର ସ୍ନାନହାର ସାରିନେଲା ବିଜୟା। ତା'ପରେ ଛୋଟ ଗୋଟିଏ ସୁଟକେଶରେ ପ୍ରୟୋଜନୀୟ ଅଳ୍ପ କେଇଖଣ୍ତ ଲୁଗାପଟା ସଜାଡ଼ି ନେଲା। ଡ୍ରାଇଭରକୁ ଡାକି କାରଟାର ଟାଙ୍କି ପେଟ୍ରୋଲରେ ଭର୍ତ୍ତି କରି ଦେବାକୁ ଓ ଗୋଟାଏ ଅଧିକା ଟିଣ ଗାଡ଼ିରେ ଦେବାକୁ କହିଦେଇ ଉମାଶଙ୍କର ଉଦ୍ଦେଶ୍ୟରେ ବାହାରିଲା ସେ। ଉମାଶଙ୍କର ତାଙ୍କ ଶୋଇବା ଘରେ ବସି ବସି କ'ଣ ଗୋଟାଏ ମାସିକ ପତ୍ରିକା ଲେଉଟାଉଁଥିଲେ। ବିଜୟାକୁ ଘର ଭିତରେ ପ୍ରବେଶ କରିବାର ଦେଖି ପତ୍ରିକାଟା ବିଛଣା ଉପରେ ଫୋପାଡ଼ି ଦେଇ ପଚାରିଲେ ସେ— ଆଉ! ଖବର କ'ଣ ମା! '' "ଜଗନ୍ନାଥଙ୍କ ଦୟାରୁ ଏ ପର୍ଯ୍ୟନ୍ତ ସବୁ ଶୁଭ ବାବା। '' ଚେୟାରଟାରେ ବସି ପଡ଼ୁ ପଡ଼ୁ କହିଲା ବିଜୟା। "ମୁଁ ବର୍ତ୍ତମାନ କଟକ ବାହାରି ଯାଉଁଚି-। ସଞ୍ଜୟ ଭାଇଙ୍କୁ କହିଦେବେ ଯିବା ଆଗରୁ ଦେଖା ହୋଇ ପାରିଲା ନାହିଁ, ସେଥିପାଇଁ ଦୁଃଖିତ ମୁଁ-। '' ବିଜୟାର ଏ ଅପ୍ରତ୍ୟାଶିତ ପ୍ରସ୍ତାବରେ ଇଷତ ଆଶ୍ଚର୍ଯ୍ୟ ହେଲେ ଉମାଶଙ୍କର। କିନ୍ତୁ ସେ କିଛି ପଚାରି ବସିବା ଆଗରୁ ବିଜୟା କହିଲା— ମୋର ପ୍ରସ୍ତାବ ଅନୁସାରେ ରଞ୍ଜନ ଆଜି ରାତି ପୁରୀ ଛାଡ଼ିବାକୁ ବାଧ୍ୟ ହେବ। ପୁରୀ ଛାଡ଼ିବା ପରେ ଅନ୍ୟ କୁଆଡ଼େ ଚାଲିଯିବା ଆଗରୁ ସେ ନିଜକୁ ପ୍ରସ୍ତୁତ କରିନେବା ପାଇଁ କଟକରେ ଥିବା ତାଙ୍କର ବସାଘରେ ଅଳ୍ପସମୟଲାଗି ଯେ ଆଶ୍ରୟ ନେବ ଏ ବିଷୟରେ ମୁଁ ନିଃସନ୍ଦେହ। ଆଜି ରାତିରେ ମୁଁ ମୋର କାର୍ଯ୍ୟୋଦ୍ଧାର କରିବାକୁ ଚାହେଁ। ଆଜିର ସୁଯୋଗ ହରାଇଲେ ରଞ୍ଜନକୁ ମୁଁ ହୁଏତ ଆଉଁ କୌଣସି ଦିନ ପାଇବି ନାହିଁ। ମୋତେ ପରେ ଅନୁତାପ କରିବାକୁ ପଡ଼ିବ। ବିଜୟାର କଥାରେ ଚିନ୍ତିତ ହୋଇ ପଡ଼ିଲେ ଉମାଶଙ୍କର। ସେ କହିଲେ— "ବଡ଼ ଚିନ୍ତାରେ ପକାଇଲୁ ମା! ଜାଣୁ ଜାଣୁ ଏତେବଡ଼ ବିପଦ ଭିତରକୁ ତୋତେ ମୁଁ ଏକୁଟିଆ ଛାଡ଼ିଦେବି